ମେଥି ଏକ ତୃଣ ଜାତୀୟ ଉଦ୍ଭିଦ। ଅତି ବେଶୀରେ ଏହା ଏକ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ। ଏହାର ପତ୍ରକୁ ଶାଗ କରି ଖାଇଥାନ୍ତି। ଏହା ଖୁବ୍ ରୁଚିକର। ଭାରତୀୟ ଖାଦ୍ୟଦ୍ରବ୍ୟରେ ଏହାକୁ ମସଲା ରୂପେ ବ୍ୟବହାର କରାଯାଇଥାଏ। କଟୁ ମିଶ୍ରିତ ତି ତିକ୍ତରସ ପାଚକ ଉଷ୍ଣବୀର୍ଯ୍ୟ। ମାତ୍ରା ଚାରିଅଣାରୁ ଏକ ଭରି ପର୍ଯ୍ୟନ୍ତ। ମୁଖ୍ୟ ମେଥି ଉତ୍ପାଦନକାରୀ ଦେଶମାନେ ହେଲେ ନେପାଳ ଭାରତ ପାକିସ୍ତାନ ବଙ୍ଗଳାଦେଶ ଆର୍ଜେଣ୍ଟିନା ଇ ଇଜିପ୍ଟ ଫ୍ରାନ୍ସ ସ୍ପେନ୍ ତୁର୍କୀ ମା ମାରୋକୋ ଓ ଚୀନ୍। ମେଥି ଉତ୍ପାଦନରେ ଭାରତ ହେଉଛି ବିଶ୍ୱରେ ପ୍ରଥମ। ଏହା ଭାରତର ରାଜସ୍ଥାନ ଗୁଜରାଟ ଉତ୍ତରାଞ୍ଚଳ ଉତ୍ତର ପ୍ରଦେଶ ମଧ୍ୟ ପ୍ରଦେଶ ମହାରାଷ୍ଟ୍ର ହରିୟାଣା ଓ ପଞ୍ଜାବରେ ଚାଷ ହୁ। ଏମାନଙ୍କ ଭିତରେ ରାଜସ୍ଥାନରେ ସବୁଠାରୁ ବେଶି ପାଖାପାଖି ଦେଶର ମୋଟ ଉତ୍ପାଦନର ଶତକଡ଼ା ଅଶୀ ଭାଗ ମେଥି ଉତ୍ପାଦିତ ହୋଇଥାଏ। ମେଥିପତ୍ରକୁ ଶୁଖାଇ ପ୍ରସ୍ତୁତ କରାଯାଉଥିବା କସୁରି ମେଥି ଏହାର କ୍ଷୁଧା ଉତ୍ପାଦିକ ସୁଗନ୍ଧ ପାଇଁ ଲୋକପ୍ରିୟ। ଏହା କସୁର ପାକିସ୍ତାନରୁ ଆସିଥାଏ ଯାହା ଭାରତ ଓ ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ଅଞ୍ଚଳର ସତଲେଜ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷ କରାଯାଇଥାଏ। ରୋଷେଇରେ ମେଥିକୁ ମୁଖ୍ୟତଃ ତିନି ପ୍ରକାରରେ ପ୍ରୟୋଗ କରାଯାଏ ଜଡ଼ିବୁଟି ଭାବରେ ମସଲା ଭାବରେ ଆଉ ପରିବା ଶାଗ ଭାବରେ। ଏହା ଏକ ପ୍ରସିଦ୍ଧ ଓ ଲୋକପ୍ରିୟ ଭାରତୀୟ ମସଲା ଯାହା ଆୟତାକାର ଓ ଦେଖିବାକୁ ହଳଦିଆ। ଆଚାର ତରକାରି ଭଜା ଇତ୍ୟାଦି ପ୍ରସ୍ତୁତିରେ ଏହାର ବହୁଳ ବ୍ୟବହାର ହୋଇଥାଏ। ପଞ୍ଚଫୁଟଣ ଓ ସମ୍ବର ମସଲାରେ ଏହାର ଭା ଏକ ଭାଗ ରହିଥାଏ। ଏହାର ପିତା ଅଂଶକୁ କମ୍ କରିବା ପାଇଁ ଏହାକୁ ଭାଜି ଦିଆଯାଏ। ଶୁଖିଲା ମେଥିପତ୍ରକୁ ଯାହାକୁ କସୁରି ମେଥି ବୋଲି କୁହାଯାଏ ତାହା ଡାଲି ଓ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତିରେ ଉପଯୋଗ ହୋଇଥାଏ। ଏହା ଈଷତ୍ ତିକ୍ତ ହେଲେ ବି ଏହାର ବାସ୍ନା ଖାଦ୍ୟଦ୍ରବ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ଭାରତୀୟ ରୋଷେଇରେ ଗଜାମେଥିର ପ୍ରୟୋଗ ହୋଇଥାଏ। ନଡ଼ିଆ ଓ ଲେମ୍ବୁ ସହିତ ଏହାର ସାଲାଡ୍ ଖୁବ୍ ସ୍ୱାଦିଷ୍ଠ। ମହାରାଷ୍ଟ୍ରରେ ମୁମ୍ବାଇର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ଚାଷ ହେଉଥିବାରୁ ଏହାକୁ ସମୁଦ୍ର ମେଥି ବୋଲି ମଧ୍ୟ କୁହାଯାଏ। ମେଥିକୁ ଇରିଟ୍ରିଆ ଓ ଇଥିଓପିଆରେ ମଧ୍ୟ ବ୍ୟଞ୍ଜନ ରୂପେ ବ୍ୟବହାର କରାଯାଏ। ସେମାନଙ୍କ ଭାଷାରେ ସେମାନେ ଏହାକୁ ଆବେଶ ବା ଆବିଶ କହିଥାନ୍ତି ଓ ଏହାକୁ ଡାଇବେଟିସ୍ ରୋଗ ନିବାରଣ ପାଇଁ ପ୍ରୟୋଗ କରିଥାନ୍ତି। ୟେମେନର ଜିଉମାନେ ମଧ୍ୟ ମେଥିକୁ ଫେଣଯୁକ୍ତ ସସ୍ ବା ହିଲ୍‌ବା ଭାବରେ ବ୍ୟବହାର କରିଥାନ୍ତି। ଏହାକୁ ସେମାନେ ପ୍ରତିଦିନ ଖାଇବା ସହିତ ରୋଶ ହସାନା ବା ଜିଉ ନବବର୍ଷର ପ୍ରଥମ ଓ ଦ୍ୱିତୀୟ ରାତ୍ରିର ଭୋଜନରେ ଅବଶ୍ୟ ସେବନ କରିଥାନ୍ତି। ଏହାର ସର୍ବାଙ୍ଗ ଔଷଧ ରୂପେ ପ୍ରୟୋଗ କରାଯାଏ। ଏହା ଛଡ଼ା ଏହାକୁ ଶାଗ ଓ ମସଲା ରୂପେ ମଧ୍ୟ ବ୍ୟବହାର କରାଯାଏ। ମେଥି ପଲିସାକାରାଇଡ୍ ଓ ଗାଲାକ୍ଟୋମାନନ୍‌ର ପ୍ରମୁଖ ଉତ୍ସ। ଏହା ଛଡ଼ା ଏଥିରେ ଡାୟୋସଜେନିନ୍ ୟାମୋଜେନିନ୍ ଗିଟୋଜେନିନ୍ ଟିଟୋଜେନିନ୍ ଓ ନିଓଟୋଜେନିନ୍ ପରି ଅନେକ ପ୍ରକାରର ସାପୋନିନ୍ ରହିଥାଏ। ଏହାର ଅନ୍ୟ କେତୋଟି ଜୈବିକ ଉପାଦାନ ହେଉଛି ମ୍ୟୁସିଲେଜ୍ ଉଦ୍‌ବାୟୀ ତେଲ ଏବଂ କୋଲାଇନ୍ ଓ ଟ୍ରିଗୋନେଲାଇନ୍ ନାମକ ଆଲକାଲଏଡ୍ ବା କ୍ଷାର। ପୁରାତନ ଚୀନୀ ଔଷଧରେ ମେଥିକୁ ହୁ-ଲୁ-ବା ନାମରେ ପ୍ରୟୋଗ କରାଯାଏ ଯେଉଁଠି ଏହା ବୃକ୍‌କ ପାଇଁ ହିତକାରକ ବୋଲି କୁହାଯାଏ। ଏହା ବୃକ୍‌କକୁ ଉଷ୍ଣ କରେ ଓ ବଳ ଦିଏ। ହିର୍ଣ୍ଣିଆରେ ମଧ୍ୟ ଏହାକୁ କଞ୍ଚା ବା ଭାଜି ବ୍ୟବହାର କରାଯାଏ। ଭାରତୀୟ ଔଷଧ ରୂପେ ଆଣ୍ଠୁଗଣ୍ଠି ବାତର ଉପଶମ ପାଇଁ ଦୁଇରୁ ତିନି ଗ୍ରାମ କଞ୍ଚା ମେଥିକୁ ସକାଳେ ଦାନ୍ତ ଘଷିବା ଆଗରୁ ଚା ବା କଫି ପିଇବା ଆଗରୁ ଉଷୁମ ପାଣି ସହିତ ସେବନ କରାଯାଏ। ଏହାକୁ ସିଧା ଢୋକି ଦେବାକୁ ହୋଇଥାଏ ଓ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ପାରସ୍ୟ ରୋଷେଇରେ ମଧ୍ୟ ଏହାର ପ୍ରୟୋଗ ହୋଇଥାଏ। ଏହାକୁ ସାନବାଲିଲେ ବୋଲି କୁହାଯାଏ। ଆରବର ପୁରାତନ ଔଷଧି ଶାସ୍ତ୍ରରେ ଏହାକୁ ହେଲ୍‌ବା ବା ହୁଲ୍‌ବା ବୋଲି କୁହାଯାଏ। ମଧ୍ୟ ପ୍ରାଚ୍ୟରେ ବୃକ୍‌କ ହୃତ୍‌ପିଣ୍ଡ ତଳିପେଟର ରୋଗ ଓ ମଧୁମେହରେ ଏହାର ପ୍ରୟୋଗ କରାଯାଏ। ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ ମାଆମାନେ ମଧ୍ୟ ଏହାକୁ ସେବନ କରିଥାନ୍ତି।